ସେଠାରେ କି ପ୍ରକାର ଗୋଟିଏ ଅବ୍ୟକ୍ତ ଶବ୍ଦ କରିବାକୁ ଲାଗିଲା। ସେ ସ୍ୱର ଶୁଣିବାକୁ ଗୋଟାଏ ଅଦ୍ଭୁତ ପ୍ରକାରର; କୌଣସି ପଶୁ ବା ପକ୍ଷୀର ଶବ୍ଦପରି ନୁହେଁ। ତା' ସଙ୍ଗେ ସଙ୍ଗେ ବହୁତ ଦୂରରୁ ଠିକ୍ ସେଇପରି ସ୍ୱରରେ ଉତ୍ତର ଶୁଣାଗଲା। ଘଟଣାଟା କ'ଣ ଘଟିବାକୁ ଯାଉଛି, ଭଲକରି ଟିକେ ଜାଣିବାପାଇଁ ଆଚ୍ଛାକରି ସଜାଡ଼ି ହୋଇ ବସିଲେ ଶରତ୍। ଅଳ୍ପ ସମୟ ପରେ ଘରର ପଛଆଡ଼ୁ ଦୁଇତିନି ଜଣ ଲୋକଙ୍କର ଖୁବ୍ ବଡ଼ପାଟିର କଥାବାର୍ତ୍ତା ସେ ଶୁଣିବାକୁ ପାଇଲେ। କଥା କ୍ରମେ ସ୍ପଷ୍ଟରୁ ସ୍ପଷ୍ଟତର ଶୁଣାଯାଉଥାଏ। ଶରତ୍ ଅନୁମାନ କଲେ, କେତେଜଣ ଲୋକ କଥାବାର୍ତ୍ତା ହେଉ ହେଉ ବୋଧହୁଏ ସେ। ଘର ଆଡ଼କୁ ଆସୁଛନ୍ତି। କ୍ରମେ ସେ ଦେଖିପାରିଲେ-ତାଙ୍କର ଅନୁମାନ ନିର୍ଭୁଲ। ପ୍ରକୃତରେ ପ୍ରଥମେ ଆଲୁଅ ନେଇଯାଇଥିବା ଲୋକଟିକୁ ଛାଡ଼ି ଆଉ ଦୁଇଜଣ ନୂତନ ଆଗନ୍ତୁକ ଅଛନ୍ତି। ଉକ୍ତ ଦୁଇଜଣକ ମଧ୍ୟରୁ ଜଣେ ଅତି ମୋଟା, ଦୀର୍ଘକୃତି। ମୁହଁରେ ତା'ର ପୂରା ଦାଢ଼ି। ଗଳାର ସ୍ୱରଟା ମଧ୍ୟ ଅସ୍ୱାଭାବିକ ରକମର କର୍କଶ। ସେ ଲୋକଟାର କଥା କଥାକେ ଅଶ୍ଳୀଳ କଥାଗୁଡ଼ା ବାହାରୁ ଥାଏ ତା' ମୁହଁରୁ। ଶରତ୍ ଅନୁମାନ କଲେ-ଲୋକଟା ପୂରା ମାତାଲ ହୋଇ ପଡ଼ିଛି। ଦେଖୁ ଦେଖୁ ସେ ତିନିହେଁ ସେଇ କୁଡ଼ିଆ ଭିତରେ ଆଲୁଅଟି ଧରି ପଶିଗଲେ। ତା ସଙ୍ଗେ ସଙ୍ଗେ କବାଟଟା ମଧ୍ୟ ବନ୍ଦ ହୋଇଗଲା। ଆଉ ଡେରି କରିବା ଠିକ୍ ନୁହେଁ ଭାବି ଶରତ୍ ଚୁପ୍ ଚାପ୍ ବୁଦାମୂଳରୁ ବାହାରି ଘର ପାଖକୁ ଚାଲିଲେ। ଘରର ଚାରିପଟେ ଥରେ ସତର୍କ ଭାବରେ ବୁଲିଆସି ଦେଖିଲେ କେଉଁଠି କିଛି ରାସ୍ତା ଅଛି କି ନାହିଁ। କିନ୍ତୁ ତାଙ୍କର ଆଶା ନିରାଶାରେ ପରିଣତ ହେଲା। ଅଗତ୍ୟା ସେ ସଦର ଦରଜା ଫାଙ୍କରେ କିଛି ଦେଖିବାକୁ ଆଶାକରି ପିଣ୍ଡା ଉପରକୁ ଉଠିଲେ। ଘର ଭିତରେ ଆଲୁଅ ଜଳୁଥାଏ। ଭିତରର ଦୃଶ୍ୟ ଦଦରା କବାଟ ଫାଙ୍କରେ ପରିଷ୍କାର ଦେଖାଯାଉଥାଏ। ଶରତ୍ ଦେଖିଲେ-ଘର ଭିତରେ ସର୍ବମୋଟ ଲୋକ ସାତଜଣ। ସମସ୍ତେ ଷଣ୍ଢ ମାର୍କା। ସମସ୍ତଙ୍କ ପାଖରେ ଗୋଟାଏ ଗୋଟାଏ ମଦ ବୋତଲ, ଚିଲମ୍। ଆଗରେ ଗୋଟାଏ ବଡ଼ ଡବାରେ ଡବାଏ କୋକେନ୍ ଭରା ରହିଛି, ଘର ଭିତରଟା ଧୂଆଁରେ ଅନ୍ଧାର। ଲୋକଗୁଡ଼ାକ ସେଇ ଧୂଆଁ ଗହଳିରେ ପ୍ରେତ ପରି ବସିଛନ୍ତି। ଅସଂଯତ କଥାବାର୍ତ୍ତା, ହସରେ ଘର ଫାଟି ପଡ଼ୁଛି ଯେମିତି-। ସେମାନଙ୍କ ଭିତରେ ସବୁଠାରୁ ମୋଟା, ଦୀର୍ଘାକୃତି, ଦାଢ଼ିଆ ଲୋକଟି ବେଶ୍ ଚକାପକାଇ ଗୋଟାଏ କାଠ ପେଟିକୁ ଆଉଜି ବସିଛି। ସମସ୍ତେ ତାକୁ ଅପେକ୍ଷାକୃତ ଅଧିକ ସମ୍ମାନ ଦେଖାଇ କଥାବାର୍ତ୍ତା କରୁଛନ୍ତି। ଶରତ୍ ଅନୁମାନ କଲେ, ଏଇ ସମ୍ମାନ ଦେଖାଇ କଥାବାର୍ତ୍ତା କରୁଛନ୍ତି। ଶରତ୍ ଅନୁମାନ କଲେ, ଏଇ ଲୋକଟି ସବା ଶେଷରେ ଆସିଥିଲା ବୋଧହୁଏ; ପୁଣି ଲକ୍ଷ୍ୟ କରୁଥିଲେ-କୋକେନ୍ ଖାଇବା ଆଉ ମଦ ପିଇବାରେ ସେ ଲୋକଟିର ପରିମାଣ ସମସ୍ତଙ୍କୁ ବଳି ଯାଉଥିଲା। ''ଆରେ ଅବନୀ! ତୋ କାମ କେତେ ଦୂର କଲୁ? '' ଖୁବ୍ କର୍କଶ ଆଉ ମୋଟା ଗଳାରେ ପଚାରିଲା ସେ ଦାଢ଼ିଆ ଲୋକଟି। ''ପୂରା ଭାଇ ସାହେବ! ଖାଲି ମୋ ପାଉଣାଟା ପାଇଗଲେ ଜିନିଷ ଦେବି। ନହେଲେ ରାୟବାହାଦୁର ଉପରେ ମୋର ଜମାରୁ ଭରସା ନାହିଁ। '' ନିରୀହ ଶିଶୁପରି କହିଲେ ଅବନୀବାବୁ। ଶରତ୍ ଏତେ ବେଳକେ ଜାଣିଲେ ଯେ-ଏହି ଅବନୀ ଅବନୀକାନ୍ତ ହୋଇ ଶିଳ୍ପପୁରୀର ମ୍ୟାନେଜର ସାଜି ବସିଥିଲା। ''ରଖ୍ରେ ତୋ ରାୟବାହାଦୁର। ସେଇଟା ମାଈଚିଆଟାଏ। କ'ଣ ନା, ନାଁ ରାୟବାହାଦୁର; ନାମ ବଡ଼ା ଖାଲି; ତା'ରି ଦୁକୁ ଦୁକୁ ଯୋଗୁ ସବୁ ଭଣ୍ଡୁର। ନହେଲେ ସେଦିନ କିଶୋରୀଲାଲର ଛାତିର ରକ୍ତ ଛୁରୀଟା ଟିକେ ଚାଖି ନଥାନ୍ତା? ଖାଲି ଥଣ୍ଡାଏ ଥଣ୍ଡାଏ ମୁଁ ଫେରିବା ଲୋକ ନୁହେଁରେ। ହୁଁ '' ''ସେ କଥା ଠିକ୍ ଭାଇ ସାହେବ! ତେବେ ମୋ ପାଉଣା ପାଇଲେତ ମୁଁ ପୁଣି ରାମ ଶରଣକୁ ଦେବି। ଖାସ୍ ତା'ରି ଯୋଗୁ ଆମର କାମ। '' ''ତାକୁ ମୁଁ ଦେବି; ତାକୁ ସେଇଦିନ ରାତିରେ ଖତମ୍କରି ଦେବି। ଆରେ, ଭୁତ ହୋଇ ସେ ଯେତେ ନାଚିଛି ବଞ୍ଚି ଥାଉ ଥାଉ, ମଲା ପରେ ଫେରେ ସେତିକି ନାଚିବ ତ! '' ହୋ ହୋ' ହୋଇ ହସି ଉଠିଲେ ଘରର ସମସ୍ତେ; ତା' ସାଥିରେ ସେ ଲୋକଟା ବି। ସତେ ଯେମିତି ଘରର କାନ୍ଥ ଗୁଡ଼ାକ ଦୋହଲିଗଲା ସେ ହସରେ। ''ଶୁଣ୍! ତୁ ତିନିଲକ୍ଷ ପାଇଛୁ। ଆଉ ଦୁଇଲକ୍ଷ ମୋଠୁ ନେବୁ ଆଉ କାଠିଟା ମତେ ଦବୁ-।